ସମସ୍ତେ ଗାଡ଼ିରେ ବସିଲେ। ଶୀତାଂଶୁ ନିଜେ ଗାଡ଼ି ଚଲାଇବା ଉଦ୍ଦେଶ୍ୟରେ ଆଗରେ ବସିଲେ। ଗାଁବାଲାଙ୍କ ଉଦ୍ଦେଶ୍ୟରେ ଦୀନବନ୍ଧୁ ଆଉଥରେ ହାତ ଯୋଡ଼ି କହିଲେ, ''ମୁଁ ଶୀଘ୍ର ଚାଲି ଆସିବି। ତୁମ୍ଭମାନଙ୍କୁ ଛାଡ଼ି ମୁଁ ସହର ବଜାରରେ ରହିପାରିବି ନାହିଁ। ମୋ ଗାଁ ମୋତେ ଭଲ। ମୋର ଭାଇ ମୋତେ ବଡ଼। ଏଇ ବିରୂପା ନଈ, ଏଇ ଗାଁ, ଏଇ ଗ୍ରାମ୍ୟ ଦେବୀ, ସିଦ୍ଧେଶ୍ୱର ବାସୁଦେବ ମୋର ଆଶାର ଆଲୋକ। ମୁଁ ଏମାନଙ୍କୁ ଛାଡ଼ି ମୋଟେ ରହି ପାରିବି ନାହିଁ। '' ଆସ୍ତେ ଆସ୍ତେ ଗାଡ଼ି ଚାଲିଲା। ଦୂରରୁ ଦୂର, ଆଉ ଟିକେ ଦୂର। ତାଙ୍କର ଗାଁ ରାସ୍ତା ଛାଡ଼ି ଗାଡ଼ି ଚଢ଼ିଲା ପିଚୁ ରାସ୍ତା ଉପରେ। ଜାତୀୟ ରାଜପଥ ଉପରେ ଗାଡ଼ିଟି ଆଗେଇ ଚାଲିଲା। ଧଳା ରଙ୍ଗର ଏଇ ମଟର କାର୍ଟି ଆସ୍ତେ ଆସ୍ତେ ଗ୍ରାମବାସୀଙ୍କ ଆଖିଠାରୁ ବହୁ ଦୂରକୁ ଚାଲିଆସିଲା। ଦୀନବନ୍ଧୁ ବାରମ୍ୱାର ପଛକୁ ଚାହୁଁଥାନ୍ତି। ଆସ୍ତେ ଆସ୍ତେ ସେ ସମସ୍ତଙ୍କ ପାଖରୁ ଅଦୃଶ୍ୟ ହୋଇଯାଇ ଆଗକୁ ଅନାଇ ଦୁଇ ଆଖିରୁ। ବୋହି ଆସୁଥିବା ଲୁହକୁ ଲୁଗାକାନିରେ ପୋଛି ବହୁ ଦୂରକୁ ଚାଲିଆସିଲେ, ଗାଁ ବହୁ ପଛରେ ରହିଗଲା। ତା। ରାତି ଘ ମିନିଟ୍ ରାଉତରାୟ ଭବନ ଲାଜ କଥା ସେ ଲୋକଟାକୁ ଦେଖି କବିତାର ଭାରି ରାଗହେଲା। ମନେ ମନେ ବଡ଼ ବିରକ୍ତ ହେଲା। ସତରେ ସେ ଲୋକଟା କ'ଣ? ଶିଷ୍ଟାଚାର ଓ ସଭ୍ୟତା ବୋଲି ସେ ଆଦୌ କିଛି ଜାଣିନାହିଁ। ଲୋକଟା ତ ବେଶ୍ ଡଉଲ ଡାଉଲ ଦେଖାଯାଉଛି। ରୂପକୁ ବେଶ୍ ସଜାଇ ରଖିଛି। ଦାମି ଦାମି ପୋଷାକ ପିନ୍ଧି ଜାଣିଛି। ନିଶହଳକ ବେଶ୍ ଯତ୍ନରେ ରଖିଛି। ଦିନକୁ ଦି' ଥର ତା' ଉପରେ ପାନିଆ ମାରୁଛି। ମୁଣ୍ଡ ବାଳକୁ ବେଶ୍ ସଜେଇ କୁଣ୍ଡେଇ ଜାଣିଛି। ଅଥଚ ଶିଷ୍ଟାଚାର ସଭ୍ୟତା ପ୍ରତି ଧାରଣା ନାହିଁ। କି ବିଚିତ୍ର ସେ ଲୋକଟା, ବେକାରିଆଟା ଭଳି ମନେ ହେଉଛି। କିନ୍ତୁ ବେଶଭୂଷାରୁ ଜଣାପଡ଼ୁଛି, ପାଠ ପଢ଼ିଛି। ନ ପଢ଼ିଥିଲେ ଚେହେରାଟା ଏତେ ଢଙ୍ଗରେ ସଜାନ୍ତା କିପରି? ଭଳିକି ଭଳି ପୋଷାକ ପିନ୍ଧନ୍ତା କିପରି? ଏତେ ମୂଲ୍ୟବାନ୍ କୋଠାରେ ରୁହନ୍ତା କିପରି? ଘଣ୍ଟା ଘଣ୍ଟା ଧରି ସେ ବାଲକୋନି ଉପରେ ବସନ୍ତା କିପରି? ଲୋକଟାର କିଛି ପଇସାପତ୍ର ଅବଶ୍ୟ ଅଛି। ନଚେତ୍ ଚଳିପାରନ୍ତା ନାହିଁ। ସେମାନେ ଯେତିକି ଦିନ ଆସି ଏ ନୂଆ ଘରେ ଭଡ଼ାରେ ରହିଲେଣି, ସେଦିନଠାରୁ ସେ ଲକ୍ଷ୍ୟ କରୁଛି, ସେହି ଲୋକଟା ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନି ଉପରେ ପ୍ରତ୍ୟେହ ସକାଳ ଛଅଟାରୁ ନଅଟା ଓ ସନ୍ଧ୍ୟା ପାଞ୍ଚଟାରୁ ଛଅଟା ପର୍ଯ୍ୟନ୍ତ ବସି ରହୁଛି। ତାଙ୍କ ଘରଆଡ଼କୁ ଖାସ୍ ଚାହିଁଛି। ବଡ଼ିଭୋରୁ ଉଠି ଚେୟାର ପକେଇ କିଛି ସମୟ ବସି ରହୁଛି। ତା'ପରେ ଘଷୁଛି ଦାନ୍ତ। ଦାନ୍ତରେ ବ୍ରସ୍ ମାରୁଛି ତ ମାରୁଛି। ସମୟ ପ୍ରତି ଦୃଷ୍ଟି ମୋଟେ ରହୁନି। କେତେବେଳେ ମନହେଲେ ପାଣିଆଣି ମୁହଁ ଧୋଉଛି। ତା'ପରେ ତଉଲିଆରେ ମୁହଁ ପୋଛୁଛି। ଅଇନାରେ ମୁହଁ ଦେଖୁଛି। ଦାନ୍ତ ନିକୁଟେଇ ସବୁ ଦାନ୍ତକୁ ଭଲଭାବରେ ତନଖି ନେଉଛି। ତା'ପରେ ବାବୁଙ୍କର ଆରମ୍ଭ ହେଲା ଚା' ପିଆ। ଗୋଟାଏ ମୋଟା ପେଟା ଲୋକଟା ଆସି ଚା' କପ୍ ବଢ଼େଇଦେଇ ଯିବ। ବାବୁ ଚା' ପିଇବାକୁ ଆରମ୍ଭ କରିବେ। ଯେତେ ସମୟରେ ସେ ପିଇପାରିବେ କିଛି ଆପତ୍ତି ନାହିଁ। ଥଣ୍ଡା ହେଲେ ମଧ୍ୟ ଦୁଃଖ ନାହିଁ। ସତରେ ଏ ଲୋକଟା କ'ଣ? ତା' କପରେ ଚା' କ'ଣ ଥଣ୍ଡା ହୁଏନି? ନା, ସେ ଲୋକଟା ଥଣ୍ଡା ଚା' ପିଇବାକୁ ଭଲପାଏ, ନା, ଲୋକଟା ଚା' ପିଇବା ଛଳନାରେ ତାଙ୍କ ଘରଆଡ଼କୁ ଚାହିଁବାପାଇଁ ଧୀରେ ଧୀରେ ଚା' ପିଏ। ଘଣ୍ଟା ଘଣ୍ଟା ଧରି ଛିଡ଼ା ହୁଏ। କିଛି ସେ ବୁଝିପାରେ ନାହିଁ। କାହାକୁ ବି ପଚାରି ପାରେ ନାହିଁ, ଲାଜକଥା। କାହିଁକି ବା ପଚାରିବ? ପଚାରି ଲାଭ ବି କ'ଣ? ଲୋକଟାର ବୟସ ଅନୁମାନିକ ପଚିଶ, ଛବିଶ ଭିତରେ ହେବ। ଗୌର ବର୍ଣ୍ଣ, ଉଚ୍ଚତାକୁ ଚାହିଁ ସ୍ୱାସ୍ଥ୍ୟ ବେଶ୍ ଭଲ ଅଛି। ମୁହଁକୁ ମାନିଲା ଭଳି ନିଶ ହଳକ ରଖିଛି। ଯାହା ହେଉ ଚେହେରାଟି ପ୍ରତି ଖୁବ୍ ଯତ୍ନ ନେଇଛି। ବେକାର ଲୋକଙ୍କର କାମ ନ ଥିଲେ ଚେହେରା ପ୍ରତି ଯତ୍ନ ନ ନେଇ ଯିବେ କୁଆଡ଼େ।